କିଏ ତ୍ୟାଗ ବିଷୟରେ କହୁଛି, କିଏ ଦେଶ ପ୍ରତି ଓ ଜାତି ପ୍ରତି ଆମର କର୍ତ୍ତବ୍ୟ ବିଷୟରେ କହୁଛି। ବାବାଜୀମାନେ ନିଷ୍ଠା ଜୁକୁଜୁକୁ ଆଖିରେ ଦରିଦ୍ରନାରାୟଣ ବିଷୟରେ କହୁଛନ୍ତି। ଅସାଧୁମାନେ ସାଧୁତା ବିଷୟରେ ପୂରା ପ୍ରତ୍ୟୟରେ କହିପାରିବେ ବୋଲି ଗାଲ ଉପରେ ଗାଲେ ଚନ୍ଦନ ବୋଳି ହୋଇଛନ୍ତି। କହୁଥିବା ଏହି ସବୁଯାକ ମଣିଷ ନିଜ ନିଜ କୋରଡ଼ ଭିତରେ ରହି ଯାହା କିଛି କହୁଛନ୍ତି। ଏବଂ କ୍ଷମତାରେ ବସିଥିବା ଆମ ମସ୍ତ ଓ ମହାମନାମାନେ ସତେ ଅବା ଏକ ବିଶେଷ ଆଗ୍ରହର ଉତ୍ତେଜନା ପ୍ରକଟ କରି ଆଦର୍ଶ ବିଷୟରେ କହୁଛନ୍ତି। ଆଦର୍ଶମାନେ କୁଆଡ଼େ ଚାଲିଗଲେ ବୋଲି ଘୋଷଣା କରି ସେମାନଙ୍କୁ ଅଣ୍ଡାଳି ଆଣିବା ଲାଗି ଉଦ୍ବୋଧନ ଦେଉଛନ୍ତି। ବିଶେଷ ଉତ୍ତେଜନା ଏଇଥିଲାଗି ଯେ ସେମାନେ କେତେଦିନ କ୍ଷମତାରେ ଏହି ବିଧାତାଦତ୍ତ ସିଂହାସନଟି ଉପରେ ବସି ପାରୁଥିବେ, ସେକଥା ସେମାନେ ନିଜେ ମଧ୍ୟ ଜାଣିନାହାନ୍ତି। ଦିନ ଥିଲା, ଯେତେବେଳେ ଆଦର୍ଶମାନେ ଥିଲେ ଅନେକ ସମୟରେ ଆମେ ଏହିଭଳି କଥାମାନ କହି ମଣିଷମାନଙ୍କର ମନକୁ ବର୍ତ୍ତମାନଠାରୁ ହଟାଇ ଅତୀତକୁ ନେଇଯିବାକୁ ଇଚ୍ଛା କରିଥାଉ। ଅତୀତରେ ସବୁକିଛି ଥିଲା ଦେବତାମାନେ ଏଠି ଧରାପୃଷ୍ଠରେ ବିଚରଣ କରୁଥିଲେ ଓ ଚାହିଁଲା ମାତ୍ରକେ ଦୃଷ୍ଟିଗୋଚର ହେଉଥିଲେ। ରାଜାମାନେ ଧର୍ମରେ ଶାସନ କରୁଥିଲେ, ପ୍ରଜାମାନଙ୍କର ସୁଖ ହିଁ ସେମାନଙ୍କର ସବାଆଗ କାମ୍ୟ ହୋଇ ରହିଥିଲା। ସତୀମାନେ, ତ୍ୟାଗୀମାନେ, ବୀରମାନେ ଏବଂ ଚିରସ୍ମରଣୀୟମାନେ କେବଳ ସେହି ଅତୀତରେ ରହୁଥିଲେ। ମଣିଷକୁ ବର୍ତ୍ତମାନ ପ୍ରତି ବିମୁଖ ଏବଂ ନିଷ୍ପ୍ରଭ କରି ରଖିବା ନିମନ୍ତେ ଆମେ ଏହିସବୁ କଥାକୁ ଏକ କୌଶଳ ରୂପେ ବ୍ୟବହାର କରୁନାହିଁ ତ? ବିଶେଷତଃ ଆମର ନିଜ ଦେଶ ଏହି ଭାରତବର୍ଷରେ ଆଦର୍ଶ କଥାଟିଏ କହିବାବେଳେ ସମସ୍ତେ ଆମକୁ ଇତିହାସ ଆଡ଼କୁ ହିଁ ଭୁଲାଇ ନେଇ ଯାଆନ୍ତି। ଆମ ଲୌକିକ କଳ୍ପନା ଅନୁସାରେ ସତ୍ୟଯୁଗ ବି ଏକଦା ଥିଲା, ତାହା ଆଉ କଦାପି ଲେଉଟି ଆସିବ ନାହିଁ। ସତ୍ୟଯୁଗ ପରେ ପୃଥିବୀ କ୍ରମେ ଧର୍ମରେ ଅଧିକରୁ ଅଧିକ ଊଣା ହେବାରେ ଲାଗିଛି ଏବଂ କଳିରୁ ଘୋର କଳି ଭିତରେ ଆସି ପହଞ୍ଚିଛି। ଏହିଭଳି ନାନା ନିରୁନିରୁତ୍ସାହକାରୀ କାହାଣୀକୁ ଏଡ଼େ ବଡ଼ କରି ଦର୍ଶାଇ ଭାରତବର୍ଷରେ ମଣିଷକୁ ଦୁର୍ବଳ ଓ ବାଧ୍ୟ କରି ରଖାଯାଇ ନାହିଁ ତ? ସମ୍ଭବତଃ ସେଇଥିଲାଗି ଭାରତବର୍ଷ ପରିବର୍ତ୍ତନ ବିଷୟରେ ପୁରୁଣା ସଂକୀର୍ଣ୍ଣତାମାନଙ୍କୁ ଛାଡ଼ି ଏକ ନୂତନ ବିସ୍ତୃତି ଭିତରକୁ ଆସିବାର କ୍ଷେତ୍ରରେ କାଳେ କାଳେ ଏପରି କାତର ହୋଇ ରହି ଆସିଛି। ଅତୀତରେ ଯେଉଁସବୁ ଆଦର୍ଶ ସମାଜ ବା ସମୂହ ଆଗରେ ରହିଥିଲା ବର୍ତ୍ତମାନ ତଥା ସମ୍ମୁଖସ୍ଥ ପୃଥିବୀ ନିମନ୍ତେ ସେଗୁଡ଼ିକ ମୋଟେ ଯଥେଷ୍ଟ ହେବନାହିଁ। ସେତେବେଳେ କେବଳ ଥୋକେ ମଣିଷ ଆଲୋକରେ ରହବେ ବୋଲି ବାକିମାନଙ୍କୁ ଅନ୍ଧାର ଭିତରେ ରଖିଦିଆ ଯାଇଥିଲା ଓ ତାହାକୁ ନ୍ୟାୟ ବୋଲି କୁହାଯାଉଥିଲା। ସେତେବେଳେ ଭାଗ୍ୟ ଅନୁସାରେ ବିଦ୍ୟା ମିଳୁଥିଲା, ଧନ ଉପରେ ଅଧିକାର ଦିଆଯାଉଥିଲା। ସମାଜର ଅଧିକାଂଶ ମଣିଷ ନାନାପ୍ରକାରରେ ଦାସ ହୋଇ ରହିଥିଲେ ଏବଂ ତାହାକୁ ହିଁ ଆବଶ୍ୟମ୍ଭାବୀ ବ୍ୟବସ୍ଥା ବୋଲି ମାନି ନିଆଯାଉଥିଲା। ନିଦ୍ରାଭଙ୍ଗକାରୀ ଯାବତୀୟ ଆଧ୍ୟାତ୍ମକଥା ଯେଉଁସବୁ ବହିରେ ଲେଖା ହୋଇ ରହିଥିଲା ସେହି ବହିଗୁଡ଼ିକୁ କେତେକ ଭାଗ୍ୟବାନ ବର୍ଗମାନେ ପାଠକରି ପାରୁଥିଲେ। ସଂସ୍କୃତ ଭାଷା ମାତ୍ର ଅଳପଙ୍କ ଲାଗି ଗମ୍ଭୀରି ଘରର ଭାଷା ହୋଇ ରହିଥିଲା ଏବଂ ସେହି ଭାଷାକୁ ଜାଣିଥିବା ପଣ୍ଡିତମାନେ ହିଁ ନ୍ୟାୟ ଅନ୍ୟାୟ ସୂତ୍ର ନିରୂପଣ କରୁଥିଲେ। ଏବେ ଯେପରି ଇଂରାଜୀ ଭାଷାକୁ ପାଟବସ୍ତ୍ର ପରି ପିନ୍ଧି ବେଢ଼ା ହୋଇଥିବା ଆମ ସମାଜରେ ଥୋକେ ଅବଶିଷ୍ଟଙ୍କ ଉପରେ ତଥା ସମ୍ପୂର୍ଣ୍ଣ କାଳଟାର ନିୟତି ଉପରେ ଘୋଡ଼ା ହୋଇ ବସିଛନ୍ତି, ପ୍ରାୟ ସେହି ସ୍ଥିତିଟି ରାଜତ୍ୱ କରୁଥିଲା। ପିଲାଦିନର କଣ୍ଢେଇମାନେ ଯେପରି ବଡ଼ ହେବାପରେ ଆଉ